ସକାଳ ହେଲେ ମୋର ଦରକାର ହୁଏ ଚା' ଓ ପାନ। ଏଇ ନିଶା ହିଁ ମୋତେ ବିଛଣା ଛାଡ଼ିବାକୁ ବାଧ୍ୟ କରାଏ। ଝରକା ଖୋଲି କୁତବ ମିନାର ଆଡ଼େ ଚାହିଁଲି-କୁହୁଡ଼ିରେ ତାହା ଅସ୍ପଷ୍ଟ। ପୌଷ ସକାଳରେ ଦିଲ୍ଲୀ ଆକାଶରେ ସୂର୍ଯ୍ୟ ଉଇଁବା ଡେରି ହୁଏ; ସତ କିନ୍ତୁ ବ୍ୟସ୍ତ ନଗରୀ ସୂର୍ଯ୍ୟ ଉଇଁବାକୁ ଅପେକ୍ଷା କରି ପାରେନା। ମୋ' ପରି ଏ ନଗରୀର କିଛି ନିଶାଭ୍ୟାସ ଅଛି ବୋଧହୁଏ। ଲେଖକ କର୍ମଶାଳାରେ ଯୋଗ ଦେବାକୁ ଯାଇ ଦିଲ୍ଲୀରେ ବେଡ଼-ଟି ମିଳେ ପ୍ରାୟ ସାତଟା ବେଳେ। କିନ୍ତୁ ସେତେବେଳ ଯାଏ ଅପେକ୍ଷା କରିବାକୁ ମୋର ଧୈର୍ଯ୍ୟ ନ ଥାଏ। ଛଅଟା ବେଳେ ଶଯ୍ୟା ତ୍ୟାଗ କରିବା ସଙ୍ଗେ ସଙ୍ଗେ ସିଧା ଚାଲିଯାଏ କୁତବ ହୋଟେଲ ସାମ୍ନା ସେଇ ଅନାମିକା ମହିଳାଙ୍କ ଝୁମ୍ପୁରି ଘରକୁ ଚା' ଆଉ ପାନ ପାଇଁ। ସେଠାରୁ ଫେରିବା ବେଳକୁ ବି ମୋର ବନ୍ଧୁମାନେ ଶଯ୍ୟାତ୍ୟାଗ ନ କରି ଅଳସ ଭାଙ୍ଗୁଥାନ୍ତି ସେଇ ବାସି ଶେଯରେ। ସେଦିନ କୁହୁଡ଼ି କାଟି କାଟି ମୁଁ ସେଇ ଝୁମ୍ପୁରିକୁ ଯାଇଥିଲି ଚା' ପିଇସାରି ପାନ ଆଣୁଛି ହଠାତ୍ ଶୁଣିଲି ଏକ ନାରୀ କଣ୍ଠ- 'ହାଲୋ ମି: ମହାନ୍ତି-ଗୁଡ଼୍ ମର୍ଣ୍ଣିଂ। ' ସେଇ ଅଳସ ମୁହୂର୍ତ୍ତରେ ହଠାତ୍ ମୁଁ ସତର୍କ ହୋଇଉଠି ଫେରି ଚାହିଁଲି। ଫେରି ଚାହିଁଲି ଏଇଥିପାଇଁ ଯେ ଏଠାରେ ଆଉ ମହାନ୍ତି ସଂଜ୍ଞାଧାରୀ ବ୍ୟକ୍ତି କିଏ ଅଛନ୍ତି ତାଙ୍କୁ ଜାଣିବା ପାଇଁ-ଏଇ ଦିଲ୍ଲୀ ନଗରୀରେ ମୋର ସଂପର୍କର ହାତଟାକୁ ଆହୁରି ପ୍ରସାରିତ କରିଦେବା ପାଇଁ; କିନ୍ତୁ ନା, କଥାଟା ଠିକ୍ ତା' ନୁହେଁ। ଦେଖିଲି ଗୋଟିଏ ଝିଅ ମୋତେ ହିଁ ସୁପ୍ରଭାତ ଜଣାଉଛି। ମୋତେ ହିଁ ପଚାରୁଛି-ହାଓ ଆର ୟୁ। ନିର୍ବାକ ବିସ୍ମୟରେ ଚାହିଁ ରହିଲି ସେଇ ଝିଅଟିକୁ। କୁହୁଡ଼ିର ସେଇ ଅସ୍ପଷ୍ଚତା ସେ ଝିଅଟିର ରୂପ ଲାବଣ୍ୟରେ ଅପସାରିତ ହୋଇ ଯାଇଥିଲା ମୋ' ଦୃଷ୍ଟି ପଥରୁ। ଏକ ସୁନ୍ଦର ଗୋଲାପି ଶାଢ଼ୀ ଓ ଓଭରକୋଟ ପିନ୍ଧି ଥିବା ସେଇ ଝିଅଟିର ଓଠରେ ଆତ୍ମୀୟତାର ହସ। ମନେ ପକାଇବାକୁ ଚେଷ୍ଟା କଲି। ଆମ ୱାର୍କସପ୍ରେ ଦିଲ୍ଲୀର ଯେଉଁ ଦଶଜଣ ଝିଅ ଯୋଗ ଦେଇଥିଲେ ସେଇମାନଙ୍କ ଭିତରେ ଏ ଝିଅଟିକୁ ଖୋଜିଲି। କିନ୍ତୁ ନା, ଏ ସେମାନଙ୍କ ଭିତରୁ କେହି ନୁହେଁ। ସେମାନଙ୍କ ବ୍ୟତୀତ ଦିଲ୍ଲୀରେ ଆଉ କୌଣସି ଅଣ ଓଡ଼ିଆ ଝିଅଙ୍କ ସହ ମୋର ପରିଚୟ ନ ଥିଲା। ଏକ ପ୍ରଶ୍ନିଳ ଦୃଷ୍ଟିରେ ଝିଅଟିକୁ ଚାହିଁଲି। 'ଆପଣ ମୋତେ ଚିହ୍ନି ପାରୁନାହାନ୍ତି ନା? ମୁଁ ରୁବି'। ''ରୁବି " ମୁଁ ମନେ ପକେଇବାକୁ ଚେଷ୍ଟା କରୁଥିଲି। "ହଁ, କାଲି ରାତିରେ ଆପଣ ଯାଇ ନଥିଲେ ମୋ'। ଡାନ୍ସ ଦେଖିବାକୁ? " ମନେ ପଡ଼ିଲା। ତା'ହେଲେ ଏଇ ଗତ ରାତ୍ରୀର ସେ କାବ୍ରେ ଡାନ୍ସରେ ରୁବି। ପଚାରିଲି-ଆପଣ ମୋତେ ଚିହ୍ନିପାରିଲେ କେମିତି? ସେଇ ତ ଯାହା ମିନିଟିକର ଦେଖା "କ'ଣ କାବେର୍ ଡାନସ୍ର ହେଲି ବୋଲି ମଣିଷ ଚିହ୍ନି ପାରିବନି? " 'ନା, ମୁଁ ସେକଥା କହୁନି। ଆପଣଙ୍କ ଡାନସ୍ ଦେଖିବାକୁ ତ ଅନେକ ଲୋକ ଯାଆନ୍ତି। ଆପଣ କ'ଣ ସମସ୍ତଙ୍କୁ ମନେରଖିପାରନ୍ତି ସେଇ ଗୋଟିଏ ମୁହୂର୍ତ୍ତର ଦେଖାରେ? ' 'ନା, ତା' ସମ୍ଭବ ନୁହେଁ। ମନେରଖିବାକୁ କେବେ ଚେଷ୍ଟା ବି କରୁନା'। 'ତା'ହେଲେ '। 'ଓ ଆପଣଙ୍କୁ କେମିତି ମନେ ରଖିଲି, ଏଇ କଥା ତ? ' ତା' ମୁହଁରେ ଦେଖିଲି ଏକ ଅପୂର୍ବ ଦୀପ୍ତିର ତରଙ୍ଗ ସେ ରହି ରହି କହିଲା-ଆପଣ ମୋ' ଅନ୍ତରରେ ଯେଉଁ ରେଖାପାତ କରିଛନ୍ତି ସେଥିରେ ଆପଣଙ୍କୁ ଭୁଲିବା କ'ଣ ସମ୍ଭବ? ମୁଁ ତା' ହୃଦୟରେ ବା କି ରେଖାପାତ କରିପାରେ ତାହା ବୁଝିବାକୁ ସକ୍ଷମ ନଥିଲି ସେତେବେଳେ। ପଚାରିଲି-ଆପଣଙ୍କ ଅନ୍ତରର ରେଖାପାତ? ହିଁ ଯାହା କେହି ଏ ଯାଏ କରିପାରି ନଥିଲେ ଆପଣ ବିଶ୍ଵାସ କରୁନାହାନ୍ତି ନା? ତଥାପି ମୋ' ମନ ଭିତରର କଥାଟି ଆପଣଙ୍କୁ ନ କହି ରହି ପାରିବିନି ଆପଣ ନିଶ୍ଚୟ ଜାଣନ୍ତି ହୋଟେଲ୍ର ସେଇ ମାଦକଭରା ରଙ୍ଗୀନ ପରିବେଶରେ ଆମର ଯୌବନ, ରୂପକୁ ଉପଭୋଗ କରିବା ପାଇଁ କେମିତି ଧାଇଁ ଆସନ୍ତି ଅସଂଖ୍ୟ ରୂପଲୋଭୀ ଆପଣ ଆହୁରି ଦେଖିଥିବେ ଏଇ କାଲି ରାତିର କଥା-ମୁଁ ଯେତେବେଳେ ଡାୟାସରୁ ଓହ୍ଲାଇ ପଡ଼େ ଦର୍ଶକ ମେଳ ଭିତରକୁ ସେତେବେଳେ ଏ ଦେହର ଟିକିଏ ସ୍ପର୍ଶ ପାଇବା ପାଇଁ ଆକୁଳତାରେ କେମିତି ଅଧୀର ହୋଇପଡ଼ନ୍ତି ସେମାନେ.